କଟକ ଆସିଛେ, ସୁବିଧା ଅଛି। ଡାକ୍ତର ଡାକି ନ ଦେଖାଇଲେ ଆଉ ସୁବିଧା ମିଳିବ ନାହିଁ। ବାପା ଯେଉଁ ହେଳା ଲୋକ, ଚାହୁଁ ଚାହୁଁ ପୁଣି ବର୍ଷେ ଗଡ଼ିଯିବ ଏବଂ ଆମର କଟକରୁ କୋରାପୁଟ ବଦଳି ହୋଇଯିବ। ରୋଗଟା ତୋର ସେମିତି ରହିଯିବ। ବୋଉର ଯୁକ୍ତିଯୁକ୍ତ କଥା ଉପରେ ଆଉ ଅଧିକ କଥା ନ କହି କବିତା ଡ୍ରଇଁରୁମ୍କୁ ଯାଇ ରେଡ଼ିଓ ଖୋଲିଲା। କେଉଁ ଏକ ଅଜଣା ହିନ୍ଦୀ ଫିଲିମ୍ର ସ୍ମୃତି ମଧୁର ଗୀତ ଭାସି ଆସିଲା ରେଡ଼ିଓ ଭିତରୁ। କବିତା କ୍ଷଣକ ପାଇଁ ସୋଫା ଉପରେ ବସି ଗୀତ ଶୁଣିଲା। ଇସ୍ କି ମଧୁର ଗୀତ। କିନ୍ତୁ ଗୀତ ଶେଷ ନ ହେଉଣୁ ବାପାଙ୍କର ପାଟି ସେ ତଳ ମହଲାରୁ ଶୁଣି ପାରିଲା। କାହା ସହିତ ଗପ କରୁଛନ୍ତି? ବୋଧେ ଡାକ୍ତର ନେଇ ଆସିଲେ। ରେଡ଼ିଓ ବନ୍ଦ କରି ସିଡ଼ି ପାଖକୁ ଦୌଡ଼ିଗଲା। କିନ୍ତୁ ସିଡ଼ି ପାଖରେ ଛିଡ଼ାହୋଇ ସେ ଯାହା ଦେଖିଲା, ବିଶ୍ୱାସ କରିପାରିଲା ନାହିଁ, ତା' ଆଖିରେ ଏମିତି ଏକ ଅଦ୍ଭୁତ ଦୃଶ୍ୟ ଦେଖିବ ବୋଲି। ହଠାତ୍ ଏପରି ଏକ ଦୃଶ୍ୟ ଦେଖି ଆଖି ତା'ର କ୍ଷଣକ ପାଇଁ ଝିଲି ମିଲି ହୋଇଗଲା, ଯେପରି ସୂର୍ଯ୍ୟକୁ ଚାହିଁଲେ ଆଖି ଝିଲି ମିଲି ହୋଇଯାଏ। ତା' ବାପାଙ୍କ ସହିତ ଆସିଛନ୍ତି ସେହି ଡାକ୍ତର, ଯିଏ ସବୁଦିନେ ସେହି ପାଉଁଶିଆ ରଙ୍ଗ କୋଠାର ବାଲକୋନିରେ ଛିଡ଼ା ହୋଇ ତାଙ୍କ ଘର ଆଡ଼କୁ ଚାହୁଁଥିଲେ। ସେ ଆଶ୍ଚର୍ଯ୍ୟ ହେଲା। ଏହି ଡାକ୍ତରକୁ ସେ ପ୍ରଥମେ ଦେଖି ବିରକ୍ତିର ସୀମା ଭିତରେ ଓଲଟ ପାଲଟ ହୋଇ ଚିଡ଼ି ଚିଡ଼ି ହେଉଥିଲା, କ୍ରୋଧ ଓ। 'ଅମ୍ବରୀଶବାବୁ ଅଛନ୍ତି? ' ତନ୍ମୟ ଉଚ୍ଚକଣ୍ଠରେ ପଚାରି ଉଠିଲେ। ଏକ ସ୍ଥୂଳକାୟ ଲୋକ ଗେଟ୍ଆଡ଼କୁ ମାଡ଼ିଆସୁଥିଲା। ତା'ର ଅବୟବ ଆଉ ପରିଧାନରୁ ସହଜରେ ଅନୁମାନ କରି ହେଉଥିଲା ଯେ ସେ କୌଣସି ଏକ ପରିଚାରକ। ଗେଟ୍ ନ ଖୋଲି ସେ କହିବାରେ ଲାଗିଲା, 'ବାବୁ ଏବେ ଖାଇବାକୁ ଯାଇଛନ୍ତି। ଆପଣମାନେ କାଲି ସକାଳୁ ଆସନ୍ତୁ। ' 'କିନ୍ତୁ ଆମର ଖୁବ୍ ଜରୁରୀ କାମ ଅଛି। ଏଇ କାର୍ଡ଼ଟି ନେଇ ବାବୁଙ୍କୁ ଦେଖାଅ। ' ଶତ୍ରୁଜିତଙ୍କ ହାତରୁ କାର୍ଡ଼ଟି ନେଇ ସେ ଭିତରକୁ ଚାଲିଗଲା। କେତେକ ମୁହୂର୍ତ୍ତ ପରେ ସେ ଫେରିଆସି ଗେଟ୍ ଖୋଲୁ ଖୋଲୁ କହିଲା, 'ଆପଣମାନେ ଆସନ୍ତୁ। ପନ୍ଦର କୋଡ଼ିଏ ମିନିଟ୍ପରେ ବାବୁ ଆସିବେ। ' ତା ପଛେ ପଛେ ଉଭୟ ଯାଇ ଏକ ସୁସଜ୍ଜିତ କୋଠରି ଭିତରେ ପ୍ରବେଶ କଲେ। କୋଠରିର ଚତୁଃପାର୍ଶ୍ୱରେ ବଡ଼ ବଡ଼ କାଚ ଆଲମିରାଗୁଡ଼ିକ ରହିଥିଲା। ଆଉ ତାହା ଭିତରେ ଆଇନ ବହିର ସଂଖ୍ୟା ପରିସ୍ଫୁଟ ହୋଇପଡ଼ୁଥିଲା। କେତେକ ମୁହୂର୍ତ୍ତ ପରେ ଦ୍ୱାର ଖୋଲିଯିବାର ଶବ୍ଦ ଶୁଣାଯିବା ସଙ୍ଗେ ସଙ୍ଗେ ଶୁଣାଗଲା, 'କ୍ଷମା କରିବେ ଆଜ୍ଞା, ମୋ ପାଇଁ ଆପଣମାନେ ବହୁତ ସମୟ ଅପେକ୍ଷା କଲେ। ' ନମସ୍କାର ଜଣାଉ ଜଣାଉ ଶତ୍ରୁଜିତ କହିଲେ, ନାହିଁ ଆଜ୍ଞା, ଆମେ ବରଂ ଆପଣଙ୍କୁ ଆସି ବିରକ୍ତ କଲୁଁ। ପ୍ରାକ୍ଟିସ କରିବାର ତିରିଶ ବର୍ଷ ହେଇଗଲା, ଆଜ୍ଞା! ଖାଇବା ପରେ ପରେ ଇମିତି ଅନେକବାର ମୁଁ ମୋର କ୍ଲାଏଣ୍ଟମାନଙ୍କ ସହିତ ଚର୍ଚ୍ଚା କରିଆସିଛି। ତେଣୁ ଏଥିରେ ବିରକ୍ତ ହେବାର କିଛି କଥା ନାହିଁ। କିନ୍ତୁ ଆପଣମାନେ ଏତେ ରାତିରେ କାହିଁକି ଏ ପରିଶ୍ରମ କଲେ? ଟେବୁଲର ବିପରୀତ ପାର୍ଶ୍ୱରେ ଏକ କୁସନ ଚେୟାର ଉପରେ ବସୁ ବସୁ ଅମ୍ବରୀଶବାବୁ କହିଲେ। ତନ୍ମୟଙ୍କର